ଏଥର ମୁଁ ଚାଲିଲି। ମତେ ଆଉ କେହି ରଖିପାରିବେ ନାହିଁ। ଚାଲିଲି ମୁଁ ଏଥର ମୋ ବାଟରେ! ତଥାପି ସେଦିନ ସୁପ୍ରିୟା ସାରା ରାତି ସାନଝିଅକୁ କୁଣ୍ଢେଇ ଧରି ବସିରହିଲା। ତାକୁ କଅଣ ସବୁ କହୁଥାଏ କେଜାଣି। ମଝିରେ ଯେତେବେଳେ ଝିଅକୁ ନିଦ ଲାଗିଲା, ସେ ଚୁପକରି ମା' ହାତକୁ ନିଜ ଚାରିପଟୁ ଛଡ଼େଇ ଦେଇ ଶେଯରେ ଗଡ଼ିପଡ଼ିଲା। ସୁପ୍ରିୟା କିନ୍ତୁ ସେଇଭଳି ବସିରହିଥାଏ, ଝିଅକୁ ଅନେଇ ଅନେଇ। ରାତି ଅଧବେଳକୁ ଯେତେବେଳେ ଝିଅର ନିଦ ପତଳା ହୋଇଆସିଲା, ମା'କୁ ପାଖରେ କାହାର ଛାଇଟିଏ ଭଳି ବସିଥିବା ଜାଣିପାରି ସେ ଚମକିପଡ଼ି ଆଖି ଖୋଲି ଦେଖିଲା। ସେତିକିବେଳେ ଯାଇ କହିଲା ସେ, ସେମାନଙ୍କ କଥା କାହିଁକି ଏତେ ଭାବୁଛୁ ମା! ଯା ଶୋଇବୁ ଯା। ଜାଣିଛୁ ମା, ଏଇଲେ ମୁଁ ଗୋଟିଏ ସ୍ୱପ୍ନ ଦେଖିଲି। ନରେଶ ଆସି ମତେ ଡାକୁଛି! କୋଉ ନରେଶ? ସୁପ୍ରିୟାର ଛାୟାମୂର୍ତ୍ତି ଭିତରୁ ଯୋଡ଼ିଏ ବଡ଼ ବଡ଼ ଆଖି ସ୍ୱତଃ ପଦାକୁ ବାହାରିପଡ଼ିଲା। ସାନଝିଅ କଡ଼ ଓଲଟେଇ ପୁଣି ଗାଢ଼ ନିଦରେ ଶୋଇଗଲା। ତାର ମୁଦିଲା ଆଖି ଦୁଇଟି ଅତି ସୁନ୍ଦର ଯୋଡ଼ିଏ ପଦ୍ମକଢ଼ ଭଳି ଦରହସିତ ଦେଖାଯାଉଥିଲା। ନରେଶ! ସୁପ୍ରିୟା ନାଁଟିକୁ କେଇଥର ଉଚ୍ଚାରଣ କରିଲାଗିଲା। ତା'ପରେ ସେ ବୁଝିପାରିଲା ସାନଝିଅର ସେଇ ଦରହସିତ ପଦ୍ମକଢ଼ ଭଳି ଆଖିର ସୌନ୍ଦର୍ଯ୍ୟ ଅନ୍ତର୍ନିହିତ ଅର୍ଥକୁ ଅତି ଶୀଘ୍ର। ସେଇଠୁ ସେ ଜାଣିସାରିଥିଲା ଯେ ସକାଳକୁ ସେ ପଦ୍ମକଢ଼ ଦୁଇଟି ମଧ୍ୟ ଯୋଡ଼ିଏ ସାଧାରଣ ପଦ୍ମଫୁଲ ଭଳି ଫୁଟିଉଠିବ। ଭ୍ରମରମାନେ ସେ ଫୁଲରୁ ମହୁ ଚୋରି କରିନେବାକୁ ଆଉ ବେଶୀ ଡେରି ଲାଗିବ ନାହିଁ। ନରେଶ ଡାକୁଛି! ନରେଶ ସାନଝିଅର ସ୍କୁଲ ସାଙ୍ଗ। ସୁପ୍ରିୟା ଚମକିପଡ଼ିଲା। ହେ ଭଗବାନ! କଣ୍ଢେଇ ଭଳି ପିଲା ତିନୋଟିଙ୍କୁ ଦେଇଥିଲ, ତାଙ୍କୁ କାହିଁକି ବଡ଼ କରିଦେଲ! ନିସ୍ତବ୍ଧରେ ସୁପ୍ରିୟାର ଆଖିରୁ ଲୁହ ଧାର ଛୁଟି ଚାଲିଲା। ସକାଳ ହେଲା। ସୌଭାଗ୍ୟବଶତଃ ନରେଶ ଆସିଲା ନାହିଁ ଏତେ ଶୀଘ୍ର। ବରଂ ତା' ବଦଳରେ ଆସିଲେ ସହରର ନାମଜାଦା ନେତ୍ରୀ ଅରୁନ୍ଧତୀ! ଆସୁ ଆସୁ ସୁପ୍ରିୟା ତାଙ୍କ ପାଇଁ ଚାହା ବସେଇଦେଲା। ଅରୁନ୍ଧତୀଙ୍କୁ ଚା' ପାଇଁ ବେଳ ନ ଥାଏ ଆଜି। ଆସୁ ଆସୁ ଡାକ ପକେଇଲେ ସେ, ଶୀଘ୍ର ବାହାର। ଯିବ ପରା ସମାଜସେବା ପାଇଁ। ଚାଲ, ଭୟଙ୍କର ବଢ଼ିରେ ତେଣେ ଭାସିଗଲେଣି କେତେ କିଏ। ଚୂଡ଼ା ଚାଉଳ ଯାହା ଅଛି ବାହାର କର। ଚାଲ ମୋ ସାଥିରେ। ଏଭଳି ସୁଯୋଗ ମିଳିବ ନାହିଁ ଆଉ। ଆଗକୁ ନିର୍ବାଚନ। ଏତିକିବେଳେ ଯେ ବାହାରିପଡ଼ିବେ ପଦାକୁ ସିଟ୍‌ଟିଏ ଥୁଆ ତାଙ୍କ ପାଇଁ ଆସେମ୍ବ୍ଲିରେ। କ'ଣ ଯିବଟି? କହୁ କହୁ ହସିଦେଲେ ଅରୁନ୍ଧତୀ। ସୁପ୍ରିୟା ଚା' ଘେନି ଆସିଲା। ଅରୁନ୍ଧତୀ ତରତର ହୋଇ ଚା' ପିଇଦେଇ ଉଠିଲେ। କ'ଣ ଯିବଟି? ସେ ଆଉ ଥରେ ପଚାରିଲେ। ସୁପ୍ରିୟା ଉତ୍ତର ଦେଲା ନାହିଁ। ଘରେ କେହି ନାହିଁ। ସାନଝିଅଟିକୁ ଘରେ ଏକା ଛାଡ଼ି କେମିତି ବା ବାହାରକୁ ବାହାରିପାରିଥାନ୍ତା ସେ। ସୁପ୍ରିୟାର ଅସୁବିଧା ଅନୁଭବ କରି ଅରୁନ୍ଧତୀ ଏକା ବାହାରିଗଲେ। ଯିବା ପୂର୍ବରୁ ସୁପ୍ରିୟା ଲାଗି ଗୋଟିଏ ସମାଧାନ ଖୋଜି ବାହାର କରିବା ପାଇଁ ଟିକିଏ ଅଟକିଯାଇ ସେ କହିଲେ, ଆଚ୍ଛା, ଗୋଟିଏ କାମ କର। ଯଦି କହିବ ଝିଅକୁ ଏଇଠିକା ଗୋଟିଏ ଗାର୍ଲସ ସ୍କୁଲ ହଷ୍ଟେଲରେ ଛାଡ଼ିଦେବା, ଦିନ ଦୁଇ ତିନିଟା। ପିଲାଟାର ଅସୁବିଧା ହେବ ନାହିଁ। କ'ଣ କହୁଛ? ସୁପ୍ରିୟା ତଥାପି ଉତ୍ତର ଦେଲା ନାହିଁ ଦେଖି ଅରୁନ୍ଧତୀ ଆହୁରି ଥରେ ହସିଦେଇ ଶୀଘ୍ର ଶୀଘ୍ର ବାହାରିଗଲେ। ଅରୁନ୍ଧତୀ ଚାଲିଗଲା ପରେ ସାନଝିଅ ଆରଘରୁ ବାହାରିଆସି ହସିହସି କହିଲା, ମା, ଗାନ୍ଧୀ ହେବୁ? ଯା ଯା, ଯାଉନୁ ତାଙ୍କ ସାଙ୍ଗରେ। ସୁପ୍ରିୟା ଚିଡ଼ିଉଠିଲା। କଅଣ କହିବ ବୋଲି ମୁହଁ ଖୋଲୁ ଖୋଲୁ ତା' ପାଟି ବୁଜିହୋଇଗଲା। ସାନଝିଅ ଆହୁରି ଚିଡ଼େଇଲା, ମୁଁ ହଷ୍ଟେଲରେ ରହିଯିବି ମ! ତୁ ଯାଉନୁ ଗାନ୍ଧୀ ହେବୁ ଗୋପବନ୍ଧୁ ହେବୁ, ଯା! ସୁପ୍ରିୟାର ରାଗ ବାହାରିଲା। ବିରକ୍ତି ସହକାରେ କହିଲା ସେ, କୋଉ ଗାତକୁ ଯିବି ମୁଁ! ଜୀବନଟା ଏମିତି ବିତିଯିବ ସିନା, ଚୁଲିକୁ ଯିବି ଶେଷରେ। ଦିନ ସତକୁ ସତ ବିତିଗଲା।